କାର୍ଯ୍ୟତଃ ବନ୍ଧୁ ଇଉଓୟାରକି ଏଇ ଦଳର ନେତୃତ୍ୱ ଗ୍ରହଣ କରି ଜାହାଜରୁ କମାଣ ଆଣିବାକୁ ଚାଲିଗଲେ। ମୁଁ ଏମିତି ଭାବରେ ଯୁଦ୍ଧପାଇଁ ଗୋଟି ଗୋଟି କରି ବହୁ ଦ୍ରବ୍ୟ ସଂଗ୍ରହ କରିବାକୁ ପ୍ରବୃତ୍ତ ହେଲି। ଦଶଦିନ ପରେ ନାସିଗ୍ କମାଣ ନେଇ ପ୍ରତ୍ୟାବର୍ତ୍ତନ କଲେ। ମୁଁ ସେତେବେଳେ ରାଜାଙ୍କ ବଗିଚାରେ ବୁଲୁଥିଲି। ଇଉଓୟାରକିଙ୍କୁ ସଙ୍ଗରେ ଧରି ନାସିଗ୍ ଆସିଲେ ଏବଂ ମୋର ନିର୍ଦ୍ଦେଶରେ ରାଜାଙ୍କ ବଗିଚା ପାଖରେ କମାଣଗୁଡ଼ିକ ରଖିଲେ। ଏବେ ନାସିଗ୍ ସହିତ ମୁଁ ନାନା ବିଷୟରେ କଥାବାର୍ତ୍ତା କରିବାକୁ ଲାଗିଲି। ନାସିଗ୍ କହିଲେ, ଭାଇ ବୁଲୁ, ତୁମର କେତେ ସୈନ୍ୟ ପ୍ରୟୋଜନ? ମୁଁ ଜାଣିବାକୁ ଚାହିଁ ପଚାରିଲି,–ଶତ୍ରୁମାନଙ୍କ ସୈନ୍ୟ ସଂଖ୍ୟା କେତେ? ''ଆନୁମାନିକ ତିରିଶ ହଜାର। '' ମୁଁ କହିଲି–ମୁଁ ମାତ୍ର ଚାହେଁ ଛଅ ହଜାର ସୈନ୍ୟ ଏବଂ ତୁମଭଳି କେତେଜଣ ଲ୍ଲୁମ। ମୋର ବନ୍ଧୁକ ଓ ମୋତେ ବହନ କରିବାପାଇଁ ଆଉ କେତେ ଜଣ। ବର୍ତ୍ତମାନ ତୁମେ ଆଉ ଚାରିଜଣ ସାହସୀ ଲ୍ଲୁମ ନେଇ ଆସ। ନାସିଗ୍ ସେହି ମୁହୂର୍ତ୍ତରେ ମୋର ଆଦେଶ ପାଳନ କଲେ ଏବଂ ବଛା ବଛା ଚାରିଜଣ ସାହସୀ ଲ୍ଲୁମ ସହିତ ଉପସ୍ଥିତ ହେଲେ। ସେମାନେ ଆସିବାରୁ ସେମାନଙ୍କୁ ବନ୍ଧୁକ ଓ ପିସ୍ତଲର ବ୍ୟବହାର ଶିକ୍ଷା ଦେଲି। ସେମାନଙ୍କୁ ନେଇ ବଗିଚାରେ ବନ୍ଧୁକ ଫୁଟାଇବାର ମୌଳିକ ଶିକ୍ଷା ଦେଇ କହିଲି, ''ତୁମ୍ଭେମାନେ ଦୂରରୁ ଯେତେବେଳେ ବଲ୍ଲମ ଛାଡ଼ିବାର ସୁଯୋଗ ହରାଇବ। ସେତିକିବେଳେ ବନ୍ଧୁକ ଫୁଟାଇବ। '' ପରଦିନ ଆମ୍ଭେମାନେ ଶହେଜଣ ଲ୍ଲୁମମାନଙ୍କୁ ନେଇ ଦଶଟି ସୈନ୍ୟଦଳ ଗଠନ କଲୁ। ସେମାନଙ୍କ ହାତରେ ବଲ୍ଲମ ରହିଲା। ଦ୍ୱିତୀୟ ଦଳରେ କମାଣ ବୋହି ନେବାପାଇଁ ଚାରି ଶହ ଲ୍ଳୁମ ରହିଲେ। ତୃତୀୟ ଦଳ ଗଠିତ ହେଲା ଦୁଇ ଶହ ଲ୍ଲୁମଙ୍କୁ ନେଇ। ସେମାନଙ୍କୁ ଦେଲି, ଗୁଳିଗୋଳା, ଖାଦ୍ୟ ଓ ରସଦ, ଯନ୍ତ୍ରପାତି ଓ ଅସ୍ତ୍ରଶସ୍ତ୍ରାଦି ବହନ କରିବାର ଭାର। ଚତୁର୍ଥ ଦଳ ଗଠନ କଲି ପଚାଶ ଜଣ ସାହାସୀ ଲ୍ଲୁମଙ୍କୁ ନେି। ସେମାନେ ମୋର ଦେହରକ୍ଷୀ ହେଲେ। ପଞ୍ଚମ ଦଳରେ ମୋତେ ବହନ କରିବାପାଇଁ ପଚାଶ ଜଣ ଲ୍ଲୁମ ରହିଲେ। ଷଷ୍ଠ ଦଳ ଗଠନ ହେଲା, ଦୁଇ ହଜାର ଲ୍ଲୁମଙ୍କୁ ନେଇ। ଏମାନେ ଦୁଇ ଦିଗରେ କମାଣ ନେଇ ରହିବେ। ସପ୍ତମ ଦଳରେ ରହିଲେ ଏକହଜାର ସୈନ୍ୟ। ସେମାନେ ରହିବେ ସମସ୍ତଙ୍କ ପଶ୍ଚାତରେ। ଶତ୍ରୁଦଳର ରଜା ହାର୍ଲୋକିନ କେଉଁଠାରେ ରହନ୍ତି, ମୁଁ ପ୍ରଥମେ ତା'ର ଅନୁସନ୍ଧାନ କଲି-। କାରଣ, ମୁଁ ସ୍ଥିର କରିଥିଲି ଯେ, ସମସ୍ତଙ୍କ ପୂର୍ବରୁ ତାହାଙ୍କୁ ପରାଜିତ କରିପାରିଲେ ଆମ୍ଭମାନଙ୍କ ନିଶ୍ଚିତ ବିଜୟର ସମ୍ଭାବନା। ମୁଁ ନାସିଗ୍ଙ୍କୁ ମୋର ଏହ ସଂକଳ୍ପ କଥା କହିଲି। ନାସିଗ୍ଦ୍ୱାରା ସୈନ୍ୟଦଳର ସର୍ବବିଧ ସୁବ୍ୟବସ୍ଥା କରି ଆମେ ଶତ୍ରୁଦଳର ସମ୍ମୁଖୀନ ହେବାକୁ ଚାଲିଲୁ। ଗୋଟିଏ ପାହାଡ଼ର ନିମ୍ନ ଭାଗରେ ବିସ୍ତୃତ ଏକ ସମସତଳ ଭୂମି। ଏହି ସମତଳ ଭୂମି ଉପରେ ମୁଁ ତମ୍ବୁ ସ୍ଥାପନ କଲି, କମାଣ ସଜାଇଲି ଏବଂ ସୈନ୍ୟଦଳକୁ ଶ୍ରେଣୀବଦ୍ଧ କରି ରଖିଲି। ଆମର ଏଇ ପାହାଡ଼ ସମୁଦ୍ର ଉପରେ ସାରି ସାରି ହୋଇ ମୁଣ୍ଡ ଟେକିଛି। ସେଇ ପାହାଡ଼ର ଆର ପଟରେ ହାର୍ଲୋକିନ ତାଙ୍କର ସୈନ୍ୟଦଳ ନେଇ ଅବସ୍ଥାନ କରୁଥିଲେ। ତାଙ୍କର ରାଜଧାନୀ ଦିନକୁ ଦିନ ସମୃଦ୍ଧିଶାଳୀ ହୋଇଉଠୁଥିଲା। ମୁଁ କମାଣ ତିନୋଟି ସଜାଇ ତାହାର ଅଳ୍ପ ଦୂରରେ ମୋର ଆସନ ଉପରେ ବନ୍ଧୁକ ହାତରେ ବସି ରହିଲି। ହାର୍ଲୋକିନ ଥିଲେ ଅତ୍ୟନ୍ତ କୌଶଳୀ ଏବଂ ନିପୁଣ ଯୋଦ୍ଧା। ସେ